ସେଇ ବ୍ୟସ୍ତତାରେ ସେ ବିଚଳିତ ହୋଇ ଘରସାରା ପଦଚାରଣା କରିବାରେ ଲାଗିଲା। ତାର ଇଚ୍ଛା ହେଉଥିଲା ପାଖକୁ ଯାଇ ତାର ଅଶ୍ରୁ ସେ ପୋଛି ଦିଅନ୍ତା। ସେ ଆଖିକୁ ଅଶ୍ରୁ ଯେ ଆଦୌ ମାନୁ ନାହିଁ ତଥାପି ସେ ତା କରିପାରିଲା ନାହିଁ। ହଠାତ୍ ପାଖ ଘରୁ ମଦ ଗ୍ଲାସର ଟୁଣଟାଣ ଶବ୍ଦ ଶୁଭିଲା। ଅଶ୍ଳୀଳ କଣ୍ଠର ଗୀତ ଶୁଭିଲା, ନିଲଜ୍ଜ ବିକଟାଳ ହସ ବି ଶୁଭିଲା ଏ ସବୁ ଶୁଣି ଆଗନ୍ତୁକଟିର ବିସ୍ମୟର ଶେଷ ରହିଲାନି। ସେ କହିଲା, ସେ ଘରେ ସବୁ କିଏ? ଝିଅଟି ପ୍ରଥମେ କିଛି କହିଲା ନାହିଁ, ପୁନରାୟ ଯେତେବେଳେ ଯୁବକଟି ପ୍ରଶ୍ନ କଲା ସେତେବେଳେ ଲଜ୍ଜାରେ, ଦୁଃଖରେ, ଅପମାନରେ ଅସ୍ଥିର ହୋଇ କୁଣ୍ଡିତ କଣ୍ଠରେ କହିଲା, ଆଉ କିଛି ପଚାରନ୍ତୁ ନାହିଁ। ଏ ଘର ଗଣିକାର ଆଉ ମୁଁ ଜଣେ ଗଣିକା। ଆଗନ୍ତୁକଟି ସ୍ତବ୍ଧ ହୋଇଗଲା। ଏ ଗୋଟାଏ ଗଣିକାର ଘର ଆଉ ସେ ଆଶ୍ରୟ ନେଇଚି ସେଇ ଗଣିକା ପାଖରେ? ଏ ଯେମିତି ତାର ବିଶ୍ୱାସରେ ବାହାରେ। ସେ ଏକ ଲୟରେ ସେ ଝିଅଟିକୁ ଚାହିଁଲା କେତେ ସାଧାସିଧା ଝିଅଟିଏ, କେଡ଼େ ସରଳତାର କୁଣ୍ଠିତ ଚାହାଣି କିନ୍ତୁ ସେ ଜଣେ ବେଶ୍ୟା। ସେ ଜଣେ ବେଶ୍ୟା, ଏ କଥା ଭାବିଲା ବେଳକୁ ତାକୁ ଭୀଷଣ କଷ୍ଟ ହେଉଥିଲା। ଯୁବକଟିର ଏହି ନିବିଡ଼ ନିରନ୍ଧ୍ର ଚାହାଣିର କାରଗାର ଭିତରେ ଝିଅଟି ସମ୍ପୂର୍ଣ୍ଣ ଅପ୍ରତିଭ ହୋଇ ଉଠିଲା। ଲାଳସାଭରା ଅଶ୍ଳୀଳ ଚାହାଣିର ତୀରକୁ ସେ ଦେହର ଲୋମେ ଲୋମେ ନିର୍ଲଜ୍ଜଭାବେ ତୋଳି ନେଇଚି ଅଥଚ ଯୁବକଟିର ଏହି ଅବ୍ୟକ୍ତ ଚାହାଣିରେ ରହିବାକୁ ତାକୁ ଆସୁଚି ଏକାନ୍ତ ଲଜ୍ଜା। ସେ କୁଣ୍ଠିତ ପଦରେ ଘରଛାଡ଼ି ଚାଲିଆସିବାକୁ ଉଦ୍ୟତ ହେଲା। ଆଗନ୍ତୁକ ଡାକିଲା ପଛରୁ ଶୁଣ, ଆଉ କିଛି ପଚାରିବେ? ଝିଅଟିର କାନ୍ଦିବା ସ୍ୱର। ଯୁବକଟି କହିଲା ତୁମେ ଏଠୁ ମୁକ୍ତି ଚାହଁ ନା? ଯୁବକଟିର ଏ କଥାରେ ଝିଅଟି ଉତ୍ତେଜିତ ହୋଇ ଉଠିଲା କହିଲା, ଚାହିଁଲେ ବା ମୁକ୍ତି ଆମକୁ ଦବ କିଏ? ମୃତ୍ୟୁଛଡ଼ା ମୁକ୍ତି ଆମର ନାହିଁ, କେତେ ଥର ବିଷ ଖାଇଚି, ବେକରେ ଦଉଡ଼ି ବାନ୍ଧିଛି। ଏ ଦେହରେ ଏତେ ବିଷ ଯେ ସେ ମୃତ୍ୟୁକୁ ମଧ୍ୟ ନିହତ କରୁଛି। ଯୁବକଟି ସେହି ତନୁପାତଳୀ ଝିଅଟିର ଏହି ଓଜସ୍ୱିନୀ କଥାଗୁଡ଼ିକ ମାନପ୍ରାଣ ଦେଇ ଶୁଣି ଯାଉଥିଲା। ତା ଆଖିକୁ ସେମିତି ଚାହିଁ ରହିଥିଲା। କେତେ ଝିଅ ସେ ଦେଖିଚି ଜୀବନରେ, ଯେଉଁମାନଙ୍କୁ ନେଇ ସେ କେବଳ ଫୁର୍ତ୍ତି କରିଛି। ସାମାରିକ ଜୀବନର ବ୍ୟସ୍ତତା ଭିତରେ, ଲାଳସା ଛଡ଼ା କେବେ କୌଣସି ନାରୀ ପ୍ରତି ତା ର ଆଲୋଡ଼ନ ତ ଦେଖି ନଥିଲା କିନ୍ତୁ ଆଜି ଏଇ ଝିଅଟି, ଅତି ସାଧାରଣ ଝିଅଟି ତା ଲାଗି ମମତା ଜାଗୁଛି କାହିଁକି? କାହିଁକି ମନେ ହେଉଛି ଏ ଆପଣାର ଝିଅଟି। କେତେବେଳ ପରେ ଯୁବକଟି ହାତଛାଡ଼ି କହିଲା, ମତେ ବିଶ୍ୱାସ କର ମୁଁ ତମକୁ କଥା ଦଉଚି, ମୁଁ ନିଶ୍ଚୟ ତୁମକୁ ମୁକ୍ତି ଦେବି। ଘରେ ମୋର ଏକମାତ୍ର ମାଆ। ମୁଁ ତାକୁ ଭଲଭାବେ ଜାଣେ। ସେ ମୋ ସୁଖ ପାଇଁ ସବୁ କିଛି କରିନେବ। ମୁଁ କେବଳ ତାଠୁ ଆଶୀର୍ବାଦ ନେଇ ଫେରିବି। ସସମ୍ମାନ ତମକୁ ମୋର ଘରଲକ୍ଷ୍ମୀ କରି ବରି ନେବି। ତମେ ବିଶ୍ୱାସ କର, ମୁଁ ପ୍ରବୀର ଦାସ। ମୁଁ ଯାହା କହେ, ତାହା ହିଁ କରେ। ଝିଅଟି ହଠାତ୍ କହିଲା, ଶପଥ କର କଥା ରଖିବ। ଯୁବକଟି ସାଙ୍ଗେ ସାଙ୍ଗେ କହି ଉଠିଲା ହଁ ଶପଥ କଲି, କଥା ରଖିବି। ବର୍ଷା ଛାଡ଼ି ଯାଇଥିଲା। ଯୁବକଟି ସେଇ ଭିଜା ରାତ୍ରିର ନିବିଡ଼ତା ଭିତରେ ହଜିଗଲା ଏକ ମଉଳା ନକ୍ଷତ୍ର ଭଳି। ତାର ପଥକୁ ଚାହିଁ ଚାହିଁ ଝିଅଟି ଭାବୁଥିଲା, ହେ ଶେଷ ରାତ୍ରିର ଅତିଥି ତମର ଜୟ ହେଉ। ୟାପରେ ଝିଅଟିର ଜୀବନଯାତ୍ରାରେ ଏକ ନୂତନ ଛନ୍ଦ ଜାଗି ଉଠିଲା। ବହୁ ଦିନର ସୁପ୍ତ ନାରୀତ୍ଵ ଜାଗି ଉଠି ତାକୁ ନାନା ସ୍ୱପ୍ନରେ, ଅଧୀର, ଆକୁଳ କରି ତୋଳିଲା। ଅନେକ ସମୟରେ ସେ ଝରକା ପାଖରେ, ଅଯତ୍ନ ବେଶରେ ଚାହିଁ ରହେ ତା ମାନସ ଶିଳ୍ପୀର ତୂଳିମୁନରେ, ସେ ଆଙ୍କି ରଖେ କେତେ ନୂତନ ଆଲେଖ୍ୟ। ଝିଅଟି ଗୋପନରେ ଅଭିଭୂତ ହୋଇ ଉଠେ, ସୂର୍ଯ୍ୟମୁଖୀ ଭଳି ଏକ ଧ୍ୟାନରେ ଚାହିଁ ରହେ।